ଖୋଲିଦେଲେ ବିଶ୍ୱାମିତ୍ରଙ୍କ ପୁତ୍ରର ଗଳଦେଶରୁ ତୃଣ ନିଜ ହାତରେ ଯୁବରାଜ। ସେହିଦିନଠାରୁ ସେ ପିଲାଟିର ନାମ ହେଲା ଗାଲବ। ରାଜଭକ୍ତ ପ୍ରଜାଟିର କଥା ଉପରେ ଭରସା ରଖି ରାଣୀ ପୁଅକୁ ଧରି ଫେରିଗଲେ ରାଜବାଟିକୁ। ସେହିଦିନଠାରୁ ସତ୍ୟବ୍ରତ ଗୋଟିଏ ମାଂସପୁଡ଼ା ରାଜବାଟି ଆଗରେ ବାନ୍ଧିଦେଇ ଆସନ୍ତି; ଯାହାକି ପରେ ରାଣୀ ନେଇ ପିଲାମାନଙ୍କୁ ରନ୍ଧନକରି ଖାଇବାକୁ ଦିଅନ୍ତି। ନିସନ୍ତାନହାତ ଦେବକାନ୍ତଙ୍କ କାନରେ ପଣ୍ଡିତଙ୍କର ସେହି ଗୋଟିଏ କଥା ଥରକୁ ଥର ଶୁଭିଯାଉଥାଏ। ତାଙ୍କର କର ଏବଂ କୋଷ୍ଠିରେ ସନ୍ତାନ ନାହାନ୍ତି। କିନ୍ତୁ ତାଙ୍କର ଗୋଟିଏ କନ୍ୟା ଅଛି, ଏହା ପଣ୍ଡିତଙ୍କୁ ଯେତେଥର କହିଲେ ମଧ୍ୟ ପଣ୍ଡିତ ମୁଣ୍ଡ ହଲାଇ ଖାଲି ସେହି ଗୋଟିଏ କଥା କହିଲେ, ଏହା ନିଃସନ୍ତାନ କୋଷ୍ଠି। ନିଃସନ୍ତାନ କୋଷ୍ଠି କିନ୍ତୁ କନ୍ୟାଟିଏ ତାଙ୍କର ହେଲା କିପରି? ତାହାହେଲେ କ'ଣ ସେ କନ୍ୟା ତାଙ୍କର ନୁହେଁ ଅନ୍ୟ କାହାଦ୍ୱାରା ବବିତା ତାହା କରିପାରିଛି? ସରଳ ହୃଦୟ ଭିତରେ ଦେବକାନ୍ତଙ୍କର ଘନିଭୂତ ସନ୍ଦେହ ମାଡ଼ି ଆସିଲା। ତାହାପରେ ଯାହା ଘଟିଗଲା ତାହା କେବେ ସୁସ୍ଥ ମନର କଥା ନୁହେଁ। ମନକୁ ସୁସ୍ଥ ରଖିବାପାଇଁ ପ୍ରକୃତ ଦେବକାନ୍ତଙ୍କର ଅନ୍ୟ କୌଣସି ଉପାୟ ନଥିଲା। ତାଙ୍କ ହାତରେ ଏବଂ ଜାତକରେ ଯେତେବେଳେ ସନ୍ତାନ ନାହିଁ ସେତେବେଳେ ହେଲା କିପରି? ପଣ୍ଡିତ କ'ଣ ମିଛ କହିଲେ? ନା ତ। ଅନ୍ୟାନ୍ୟ ବିଷୟ ଯାହା ସେ କହିଲେ ତାହା ପ୍ରାୟ ମିଳିଯାଉଛି। ଖାଲି ସେହି କଥାଟି ଯାହା ମିଳିଲା ନାହିଁ। ତେଣୁ ଦେବକାନ୍ତ କିପରି ପଣ୍ଡିତଙ୍କ କଥାକୁ ମିଛ ବୋଲି ଭାବି ନୀରବ ରହିବେ? ପଣ୍ଡିତଙ୍କ ପାଖରୁ ଫେରିଆସି ଦେବକାନ୍ତ ତାଙ୍କ ସ୍ତ୍ରୀ ବବିତାଙ୍କୁ ସେ ବିଷୟରେ କିଛି କହିନଥିଲେ। କିନ୍ତୁ ଦେବକାନ୍ତ ତାଙ୍କ ସ୍ତ୍ରୀ ପାଖରେ ହୋଇ ଉଠିଲେ ବଡ଼ ଅବୋଧ୍ୟ। ଏଭଳି ଅବୋଧ୍ୟ ହୋଇପଡ଼ିଲେ ଯାଦ୍ୱାରା ସ୍ତ୍ରୀ ତାଙ୍କର ବାଧ୍ୟହେଲା ବାପଘରକୁ ଚାଲିଯିବା ପାଇଁ। ବହିଗଦା ଭିତରୁ ଆଖି ଦୁଇଟାକୁ ଉଠାଇ ଅନାଇଲେ ଦେବକାନ୍ତ। ହେଇ ସେ କାନ୍ଥରେ ମରା ହୋଇଛି କେତୋଟି କଣ୍ଟା। ସେଠାରେ ଥିଲା ତାଙ୍କ ସ୍ତ୍ରୀ ବବିତାର ଫଟ। ନିଜ ହାତରେ ସେ ତାହା କାଢ଼ି ଦେଇଛନ୍ତି। ଗୋଟାଏ ନଷ୍ଟ ଚରିତ୍ରାର ଫଟ କାନ୍ଥରେ ମାରି ଲାଭ କ'ଣ-? ମାତ୍ର କେବେ ବବିତାର ବ୍ୟବହାର ଚାଲି ଚଳନରୁ ସେ ଚରିତ୍ରହୀନା ବୋଲି ଜାଣିପାରି ନାହାନ୍ତି-। ହୋଇପାରେ ସେ ସୁନ୍ଦର ଅଭିନୟ କରିଛି ତାଙ୍କ ପାଖରେ। ଦେବକାନ୍ତଙ୍କ ମନ ପରଦାରେ ବବିତାର ଚିତ୍ର ଦେଖାଦେଲା। ସେ ଯେଉଁଦିନ ତା'ର ଝିଅଟିକୁ ନେଇ ବାପ ଘରକୁ ଚରଲିଗଲା ସେଦିନ ସେ ଘରର ଗୋଟି ଗୋଟି ଜିନିଷକୁ ଜିମା ଦେଲାଭଳି ବାରଣ୍ଡାରେ ଛିଡ଼ାହୋଇ କେଉଁଠି କ'ଣ ରହିଛି କହିଯାଉଥାଏ। ସେତେବେଳକୁ ଦେବକାନ୍ତ ତାଙ୍କ କୋଠରୀଟି ମଧ୍ୟର ବସି ସାମୁଦ୍ରିକ ବହି ଖଣ୍ଡେ ପଢ଼ୁ ପଢ଼ୁ ହଠାତ୍ ତାଙ୍କ ଆଖିରେ ପଡ଼ିଲା ନଷ୍ଟ ଚରିତ୍ରର ଲକ୍ଷଣ। ବୃହସ୍ପତି କ୍ଷେତ୍ରରେ କଟା କଟା ଦାଗ, ବୁଢ଼ା ଆଙ୍ଗୁଠି ଟିପରେ ଆଚାଆଡ଼ି ରେଖା, ଶିରରେଖା। ଏବଂ ଭାଗ୍ୟରେଖା ଯେଉଁଠି ମିଳିତ ହୋଇଛଇ ସେଠାରେ କେତେ ଦ୍ୱିଜିବିଜି ରେଖା, ହୃଦୟ ରେଖାରେ ଯବ ଚିହ୍ନ ନଷ୍ଟ ଚରିତ୍ରାର ଲକ୍ଷଣ। ଦେବକାନ୍ତ ଦୁଇ ତିନିଥର ସେ ବିଷୟଟିକୁ ପଢ଼ି ମନେ ପକାଇଲେ ବବିତା ହାତରେ ତାହା ଅଛି କି ନାହିଁ ବୋଲି ବବିତା ହାତରେ କଳା ଲଗାଇ ଗୋଟିଏ ହାତଛାପ ଦେବକାନ୍ତ ରଖିଥିଲେ ତାହା ବାହାରକରି ସେ ମନଯୋଗ ସହକାରେ ଦେଖିଲେ। ନା ତ-ସେଭଳି କିଛି ଚିହ୍ନ